କହେ ''ମୁଁ ତୁମ ଘରକୁ ଆସିଲା ବେଳେ ଆଉ କେହି ରହିବେନି। କେବଳ ତୁମେ ଆଉ ମୁଁ। '' ଏମିତି ପିଲାଳିଆ କଥା ଶୁଣି ସାଗର ବଡ଼ ଅଡ଼ୁଆରେ ପଡ଼େ। କ'ଣ ସେ ଭଲା କରିବ-। କାହାକୁ ଆସିବାକୁ ମନା କରିବ କିମିତି? ଦିନେ ସନ୍ଧ୍ୟା ବେଳେ ଛାତ ଉପରକୁ ଯିବାକୁ ଜିଦ୍ଧରିଲା ନୀହାର। ମଳିନ ସନ୍ଧ୍ୟାର ଅସ୍ପଷ୍ଟ ଆଲୋକରେ ନୀହାର ଆଉ ସାଗରୀକା ଦୁହେଁ ଛାତ ଉପରେ ବସି ନୀଳ ଆକାଶକୁ ଚାହିଁଥିଲେ। କବିପ୍ରାଣ ନୀହାର ଅପୂର୍ବ ଭାବାବେଗରେ ସାଗରକୁ ନିଜ ଛାତି ଉପରେ ଭିଡ଼ିଧରି ପଚାରିଲା–''ବାଃ ତୁମେ ମୋତେ ଆଗରୁ କାହିଁକି ଏଠାକୁ ଆଣୁ ନଥିଲ। ଏଡ଼େ ସୁନ୍ଦର ଜାଗା ଅଥଚ...। '' ତା'ର କୋଳରେ ଛାଟିପିଟି ହେଲା ସାଗର। ''ଆରେ ଛାଡ଼। ବୋଉ ଆସିବ ଯଦି। '' ତାକୁ ଆହୁରି ଜୋରରେ ଭିଡ଼ିଧରି ନୀହାର କହିଲା–''ଆସନ୍ତୁ ବୋଉ-। '' ସେମିତି ଅନେକ ବେଳ କଟିଗଲା। ତା'ପରେ ଦୁହେଁ ସିଡ଼ି ଦେଇ ଓହ୍ଲାଇଲା ବେଳେ ନୀହାର କହିଲା–''ଏଥର ଆମେ ସଦାବେଳେ ଏଇ ଛାତ ଉପରେ ଆସି ବସିବା। '' ଚମକି ପଡ଼ି ସାଗର କହିଲା–''ବାଃ, ଭାରୀ ବୁଦ୍ଧି ତୁମର। ବୋଉ ହେରିକା ଜାଣିଲେ କ'ଣ ଭାବିବେ; କ'ଣ କିଛି ବୁଝିପାରୁନ। '' ନୀହାର ଚୁପ୍ ହୋଇଗଲା। ସବୁଠି ସେଇ ନୀହାର ଲୁଚି କରି ରହିଛି। ଘରକୁ ଗଲେ ଯେଉଁଠିକି ଚାହିଁବ ସବୁଠି ଦିନ ଦିନକର ଅନୁଭୂତି ଓ ସ୍ମୃତିର ଭିତରେ, ନୀହାର ଦେଖା ପଡ଼ିବ। ତାକୁ ଭୁଳି ହେବନି, ଏଡ଼ାଇ ହେବନି। ରାସ୍ତାଘାଟ, ସମୁଦ୍ରକୂଳ, ସିନେମା ହଲ, ସବୁଠି ନୀହାରର ମୁହଁ ଦିଶିଯିବ। ତା'ପରେ ଯେଉଁଠି ତାକୁ ଦେଖିବେ; ଦଳେ ଲୋକ ପଛରେ ଫୁସ୍ଫାସ୍ ହେବେ–''ହେଇରେ ସାଗରୀକା–ନୀହାରର ପ୍ରେମିକା। '' କେହି କେହି ମଧ୍ୟ ଅତି ଅସଂଯତ ଓ ଉଚ୍ଛୃଙ୍ଖଳ ଭାବରେ ଚିତ୍କାର। କରି ଉଠିବେ ''କ'ଣ ନୀହାର ବାବୁ ନାହାନ୍ତି କି? ଏମିତି ଏକୁଟିଆ ଯେ। '' ସେ କେମିତି ଯିବ ଘରକୁ ତା'ହେଲେ? ଗଲେ ସେଠି ଚଳିବ କିପରି? ତେଣୁ ସେ ସ୍ଥିର କରିଛି ଘରକୁ ଯିବନି। ସେଠି ତା' ଲାଗି କେବଳ ଦୁଃଖ ଓ ଲୁହର ଭଣ୍ଡାର ଖୋଲା ହୋଇ ରହିଛି। ନୀହାର ପୁରୀରୁ ଚାଲି ଯିବାର ଅଳ୍ପ ଦିନ ପରେ ସେ ବି ପୁରୀ ଛାଡ଼ିଛି। ମଝିରେ କେବେ ଥରେ ଥରେ ପୁରୀ ଯାଇଛି ସିନା; କିନ୍ତୁ ସେଠି ବେଶୀ ଦିନ ଏକାଦିକ୍ରମେ ରହିନାହିଁ। ଛାଟିପିଟି ହୋଇ ଜୀବନ ବିକଳରେ ପଳାଇ ଆସିଛି। ପଳାଇ ଆସନ୍ତାନି–ଆଉ କ'ଣ ରହନ୍ତା? କିମିତି ରହନ୍ତା? ସେଇ ଘର ଭିତରେ ସେ ଦେଖେ; ନୀହାର ବସିଛି–ହସୁଛି–ତାକୁ ପ୍ରଶ୍ନ ପଚାରୁଛି। ତା' ସହିତ ଦୁଷ୍ଟାମି କରୁଛି। ତା'ର ସେଇ ଗମ୍ଭୀର ମୁହଁ, କବିତ୍ୱଭରା ଆଖି ଦୁଇଟି ତାକୁ ସବୁ କୋଣରୁ ଯେମିତି ଚାହିଁ ରହିଛି। ସେ ରାସ୍ତାକୁ ପଳାଇ ଆସେ–କୌଣସି ବନ୍ଧୁଘରକୁ ବୁଲିଯାଏ-। ସିନେମା ବା ସମୁଦ୍ର କୂଳକୁ ଯାଏ। ତଥାପି ନିଷ୍କୃତି ନାଇଁ। ସେ ଛାଟିପିଟି ହୋଇ ପୁରୀ ଛାଡ଼ି ପଳାଇ ଯାଏ। ଦିନେ ସେଇ ପୁରୀ ତା'ପାଇଁ ସବୁ ସୁଖ ଆଉ ଆନନ୍ଦର ପୀଠସ୍ଥଳୀ ଥିଲା। ସେଇଠି ତା'ର ପ୍ରଥମ ପରିଚୟ ହୋଇଥିଲା ନୀହାର ସହିତ। ସେଦିନ କୌଣସି ଗୋଟିଏ ବର୍ଷଣମୁଖର ସନ୍ଧ୍ୟା। ସେହି ସନ୍ଧ୍ୟାର ଏକ ସାହିତ୍ୟ-ସଭାରେ ପ୍ରଥମେ ନୀହାର ଆଉ ସାଗରୀକା ପରସ୍ପରକୁ ଦେଖିଲେ। ସେ ଦେଖାରେ ସେମିତି କିଛି ନୂତନତା ନଥିଲା। ସେଇ ପ୍ରଥମ ଦେଖାରେ ସେମାନଙ୍କର ମନରେ କୌଣସି ଚାଞ୍ଚଲ୍ୟ ଖେଳି ନଥିଲା, କି ସେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଯାଇ ନଥିଲେ। କିନ୍ତୁ ଦୁହେଁ ଦୁହିଁଙ୍କର ପ୍ରତିଭାରେ ମୁଗ୍ଧ ହୋଇଥିଲେ। ସଭା ଭିତରେ ନୀହାର ଅନେକଥର ସାଗରୀକାକୁ ଲକ୍ଷ୍ୟ କରିଛନ୍ତି। ତା'ର ପ୍ରତିଭା, କହିବାର ଭଙ୍ଗୀ ଓ ନାରୀ ସୁଲଭ କୋମଳତା ତାଙ୍କୁ ମୁଗ୍ଧ କରିଛି। ଯେତେବେଳେ ନୀହାରଙ୍କ ଆଖି ସାଗରୀକାର ଆଖିସହ ମିଶିଯାଏ, ସେ ମୁହଁ ତଳକୁ କରେ। ଏମିତି ସେଇ ଗୋଟିଏ ଅଜ୍ଞାତ-ତିଥିର ଏକ ବର୍ଷଣମୁଖର ସାନ୍ଧ୍ୟ-ସାହିତ୍ୟ-ଆସରରେ ପରସ୍ପର ପରସ୍ପରକୁ ଚିହ୍ନିଲେ। ଏବଂ ସଭା ସରିଲା ପରେ ସମସ୍ତେ ଗୋଟି ଗୋଟି ହୋଇ ଚାଳିଗଲେ। କେବଳ ପଛକୁ ରହିଗଲେ ନୀହାର ଓ ସାଗରୀକା; ଓ ଆଉ କେତେଜଣ। ଦୁହେଁ ଆସି ଟାଉନ୍ହଲ୍ ବାରଣ୍ଡାରେ ଠିଆ ହେଲେ। ରାତି ଆଠଟାରୁ ବେଶୀ ହେଲାଣି। କଳା କିଟ୍କିଟ୍ ଆକାଶ। ରାସ୍ତାରେ ପାଣି ଜମିଛି। ମେଘ ବର୍ଷୁଛି। ନୀହାର ସହାନୁଭୂତି ଜଡ଼ିତ କଣ୍ଠରେ ପଚାରିଲେ–''କେମିତି ଯିବ''।